ଅସହ୍ୟ ଅପମାନରେ ମୁଣ୍ଡ ଟେକି ପାରୁନାହିଁ ହେମକାନ୍ତ। ଲୋପାମୁଦ୍ରାର ଆପତ୍ତି ଦରଖାସ୍ତ ପାଇଁ କଲେଜ ୱାର୍କିଂ କମିଟିର ବୈଠକ ବସୁଛି ଆଜି। ଆପତ୍ତି ଉପରେ ବିଚାର ଆଲୋଚନା ହେବ। ଯଦି ଆପତ୍ତି ସତ୍ୟ ହୋଇଥାଏ-ପ୍ରମାଣ ଯୋଗ୍ୟ ତଥ୍ୟ ଉଦ୍ଘାଟିତ ହୁଏ ତେବେ? ତେବେ ଦଣ୍ଡାବେଶ ହେବ ଅଧ୍ୟାପକ ହେମକାନ୍ତକୁ ଦୁଇଦିନ ହେଲା ଛୁଟି ନେଇ ଘରେ ରହିଛି ହେମକାନ୍ତ। ବେଳକୁ ବେଳ ଅଧିକ ପାଗଳ ହୋଇ ଉଠୁଛି ସେ ଚନ୍ଦ୍ରାବତୀ ଓ ଲୋପାମୁଦ୍ରା। କିଏ ତା'ର ଭାଗ୍ୟପାଇଁ ଦାୟୀ? କିଏ ତା'ର ପାଗଳାମୀପାଇଁ ଦାୟୀ। ଲୋପାମୁଦ୍ରା। ଠିକ୍ ଏ ସମୟରେ ଘର ଭିତରକୁ ପଶିଆସିଲେ ବାରିଷ୍ଟର ଶାନ୍ତନୁ। ଲୋପାମୁଦ୍ରାକୁ ଦେଖଇ ପକାଇ କିଛି ସମୟ ଠିଆ ହୋଇଗଲେ ନିଶ୍ଚଳ ହୋଇ। ବାପାଙ୍କର ଆସିବା କଥା ଜାଣିପାରି ନ ଥିଲା ଲୋପାମୁଦ୍ରା। ପାଖକୁ ଲାଗିଆସିଲେ ଶାନ୍ତନୁ। ଲୋପାମୁଦ୍ରାର କପାଳରେ ହାତ ମାରୁ ମାରୁ କହିଲେ-''କ'ଣ ଏମିତି ଆକାଶ ପାତାଳ ଚିନ୍ତା କରୁଛୁ ମା? କେତେ ଦିନ ହେଲା ତୋ ମୁହଁରେ ତ ମୁଁ ଟିକେ ହସ ଦେଖୁ ନାହିଁ? '' ଚମକି ଉଠିଲା ଲୋପାମୁଦ୍ରା। ମନରେ ଭୟ ବାପାଙ୍କ ଆଖିକୁ ସେ ଏଡ଼ାଇ ଦେଇ ପାରିନାହିଁ। କଥାର ମୋଡ଼ ବୁଲାଇ ଲୋପାମୁଦ୍ରା କହିଲା-''ନାଁ ବାପା ଏମିତି '' ଶାନ୍ତନୁ ପିଲା ନୁହଁନ୍ତି, ସ୍ୱନାମଧନ୍ୟ ବାରିଷ୍ଟର ଶାନ୍ତନୁ। ପ୍ରତିବାଦୀଙ୍କ ସାକ୍ଷୀଙ୍କୁ ଜେରା କଲାବେଳେ ସେ ତାଙ୍କ ତାଙ୍କର ମନସ୍ତତ୍ୱ ବିଶ୍ଳେଷଣ କରି ଯୁକ୍ତି କରିବାକୁ ଆରମ୍ଭ କରନ୍ତି। ଆଜି ସାମାନ୍ୟ ଲୋପାମୁଦ୍ରା ବା ତାଙ୍କୁ ଭୁଲାଇ ଦେବ କେମିତି? ହସି ଦେଇ ଶାନ୍ତନୁ କହିଲେ-''ନାଁ ମା ତୁ ମୋତେ ଠକି ଦେଇ ପାରିବୁନି। ଅନେକ ଦିନ ଲକ୍ଷ୍ୟ କରି କରି ମୁଁ ତୋତେ ଏକଥା ପଚାରୁଛି। କ'ଣ ହେଇଛି ସତକଥା କହ '' ଅଡ଼ୁଆରେ ପଡ଼ିଲା ଲୋପାମୁଦ୍ରା। କି ଉତ୍ତର ସେ ଦେବ ବାପାଙ୍କୁ? ମନର କଥା ସବୁବେଳେ ମନର ଅନନ୍ତ ଗହ୍ୱରରେ ଗୁମୁରି ଉଠେ। ଏ ମନକୁ କ'ଣ ଅନ୍ୟ ନିକଟରେ ଖୋଲି ହୋଇପାରେ? ଲୋପାମୁଦ୍ରାର ଅନ୍ତର ଘାଣ୍ଟି ଚକଟି ହୋଇ ଯାଉଥିଲା। କଥାରେ ଜୋର ଦେଇ ପୁଣି ଶାନ୍ତନୁ କହିଲେ-''କହ ମା! କ'ଣ ହୋଇଛି କହ! ତୋରି ପାଇଁ ସିନା ଏ ବୁଢ଼ା ବୟସରେ ମଧ୍ୟ ମୋର ଏ ମୋହ ମୋର ଏ ପରିଶ୍ରମ ତୋ ଆଖିରେ ଲୁହ ଦେଖି ମୁଁ ଚୁପ୍ ରହିବି କେମିତି? '' ଆଉ ସ୍ଥିର ରହିପାରିଲାନି ଲୋପାମୁଦ୍ରା ବାପାଙ୍କ ଆଡ଼କୁ ସ୍ଥିର ଦୃଷ୍ଟିରେ ଚାହିଁ ରହି କହିଲା''କୁହ ବାପା! ମଣିଷ କ'ଣ ଅନେକ ସମୟରେ ପଶୁ ହେବାକୁ ସୁଖ ମନେକରେ? '' ହଠାତ୍ ଲୋପାମୁଦ୍ରାଠାରୁ ଏପରି ଗୋଟିଏ ଦାର୍ଶନିକ ପ୍ରଶ୍ନ ଶୁଣି କିଛି ସମୟ ଗୁମ୍ ଖାଇଗଲେ ଶାନ୍ତନୁ। ତା'ପରେ କଥାକୁ ସହଜ କରି କହିଲେ ''ହିଁ ମା! ମଣିଷ ପଶୁ ହେବାକୁ ଭଲପାଏ କିନ୍ତୁ ପଶୁ ହେବାପରେ ସେ ଆଉ ମଣିଷ ହୋଇ ପାରେନି। ଏଇ ପଶୁରେ ହିଁ ସେ ରହିଯାଏ '' ଆଶାନ୍ୱିତା ହେଲା ଲୋପାମୁଦ୍ରା ସାଙ୍ଗେ ସାଙ୍ଗେ ପୁଣି ପଚାରିଲେ ତେବେ ଖାଦ୍ୟାଭାବରେ ଯେତେବେଳେ ସଂଖ୍ୟାଧିକ ବ୍ୟକ୍ତି ପଶୁ ଭଳି ଅଖାଦ୍ୟ ଖାଇ ପଶୁ ହେବାକୁ ଯାଉଛନ୍ତି-ସେତେବେଳେ ତଥାକଥିତ ବୃଦ୍ଧି ଜୀବୀମାନେ ନୀରବ ରହୁଛନ୍ତି କେମିତି? ଚିନ୍ତିତ ହେଲେ ଶାନ୍ତକୁ। ଲୋପାମୁଦ୍ରାର କଥାରେ ବାଧାଦେଇ କହିଲେ-''ନାଁ ମା! କେହି କାହାରିକି ପଶୁ ହେବାକୁ ଛାଡ଼ିଦିଏ ନାହିଁ। କେହିୁ କାହାରିକି ପଶୁ ହେବାକୁ ଛାଡ଼ିଦେଲେ ସେ ପଶୁ ହେବନାହିଁ। ନିଜେ ମଣିଷ ହିଁ ନିଜକୁ ପଶୁ କରେ। ତୋ ପାଇଁ ମୁଁ ପଶୁ ହେଇ ପାରିବିନିବା ମୋ ପାଇଁ ତୁ ପଶୁ ହେଇପାରିବୁନି। ଯଦି ଜଣକର ବିନା ସାହାଯ୍ୟରେ ସମାଜରେ ଆଉ ଜଣେ ମଣିଷ ନ ବଞ୍ଚୁଥାନ୍ତା ତେବେ ମୁଁ କାହାରି ପାଖରେ ଜୁନିଅର ନ ରହି ନିଜେ ଓକିଲାତି କରିଥାନ୍ତି କେମିତି? '' ହଠାତ୍ ହସିଉଠିଲା ଲୋପାମୁଦ୍ରା ବାପାଙ୍କ ଦୁଇ ବାହାକୁ ଧରି ହଲାଇ ହଲାଇ କହିଲା-ତେବେ ତୁମେ କହୁଛ ମୁଁ କିଛି ଦୋଷ କରିନି ବାପା? ଚିତ୍ରାଙ୍ଗଦାର ଯୁକ୍ତି ଭୁଲ କିଛି ବୁଝି ପାରୁ ନ ଥିଲେ ଶାନ୍ତନୁ ହସି ହସି ଦୋ ମହଲା ଉପରକୁ ଦୌଡ଼ି ଯାଉ ଯାଉ ଲୋପାମୁଦ୍ରା କହିଲା ମୁଁ ଆଉ ଦୁଃଖ କରୁନି ବାପା! ମୁଁ ଆନନ୍ଦିତା। ରାତି ପ୍ରାୟ ଏଗାରଟା।